କୌଣସି ଗୋଟିଏ ଆନ୍ଦୋଳନ ଆରମ୍ଭ କରିଦେଇ, କିଛି କିଛି ଚାନ୍ଦା ସଂଗ୍ରହ କରିବା ବା ତିନିବର୍ଷ ପରେ ଆସୁଥିବା ନିର୍ବାଚନରେ କୌଣସି ସ୍ଥାନରୁ ନିର୍ବାଚିତ ହୋଇ ପାରିବା ପାଇଁ ଆଜିଠାରୁ ଚେଷ୍ଟା କରିବା ଏହିସବୁ ଯେଉଁଠି ଚାଲିଛି ସେଠି ଆଦର୍ଶବାଦର କଥା ଉଠୁନାହିଁ। ଭାରତରେ ଉପରୋକ୍ତ ଦ୍ୱନ୍ଦ୍ୱ ଯେପରି କ୍ରମେ ଉତ୍କଟ ହେଉଛି, ସେଥିରେ ଆସନ୍ତା ନିର୍ବାଚନ ପୂର୍ବରୁ କେତେ କଅଣ ଘଟିବାର ସମ୍ଭାବନା ଅଛି ତାହା ଆଜିଠାରୁ ବିଚାର କରିବା ଉଚିତ। ଶନିବାର ଉଦ୍ଦେଶ୍ୟ ବିହୀନ ଚେଷ୍ଟା ରେ କଂଗ୍ରେସ ପୂର୍ଣ୍ଣ ସ୍ୱରାଜ୍ୟ ଦାବି କରି ପ୍ରସ୍ତାବ ଗ୍ରହଣ କଲାପରେ ଗାନ୍ଧିଜୀଙ୍କୁ ଭାର ଦିଆଗଲା ସେଥିପାଇଁ ଗଣଆନ୍ଦୋଳନ କରିବା ପାଇଁ। କିନ୍ତୁ ବହୁ ଚିନ୍ତାକରି ଦରିଦ୍ରତମ ଜନତାର ଲୁଣ ମାରିବାର ଅଧିକାରକୁ କେନ୍ଦ୍ର କରି ଆନ୍ଦୋଳନ ଆରମ୍ଭ କଲେ ଏବଂ ସେ ଆନ୍ଦୋଳନ ସଫଳ ହୋଇଥିଲା। ନିରସ୍ତ୍ର ଜନତାପାଇଁ ଆନ୍ଦୋଳନର କୌଶଳ ଗାନ୍ଧିଜୀ ଶିଖାଇଥିଲେ। ସେ କୌଶଳ ବିଜ୍ଞାନସମ୍ମତ ଓ ଏହାକୁ ଅନ୍ୟ ଦେଶରେ ଅନେକେ ଅଧ୍ୟୟନ କରୁଛନ୍ତି; କିନ୍ତୁ ଭାରତରେ ସାଧାରଣ ଜନତା ନିରସ୍ତ୍ର। ତଥାପି ଯେଉଁସବୁ ନୂତନ ଧରଣର ଆନ୍ଦୋଳନମାନଙ୍କର ସୂତ୍ରପାତ ହେଉଛି ଏହାରି ପରିମାଣ ଶେଷରେ ହୁଏ ଆତଙ୍କରାଜ; ନ ହେଲେ ସେହି ଅତୀତ ମଧ୍ୟଯୁଗର ଅନ୍ଧକାରକୁ ଫେରିଯିବା, ଏ ଦୁଇଟାରୁ ଗୋଟିଏ ହେବ। କୌଣସି ରାଜନୈତିକ ଦଳରେ ନାମ ଦେଇଦେଲେ ଯେ ଆନ୍ଦୋଳନର ଗୁରୁତ୍ୱ। ବଢ଼ିଯିବ ତା' ନୁହେଁ। ଆନ୍ଦୋଳନର ଉଦ୍ଦେଶ୍ୟ ଓ ତାହାର ପରିଚାଳନା ଏହି ଦୁଇଟି ଉପରେ ଆନ୍ଦୋଳନର ଗୁରୁତ୍ୱ ନିର୍ଭର କରିବ। ଶାସନ ପରିବର୍ତ୍ତନ ପାଇଁ ନିର୍ବାଚନ ପ୍ରଥା ଥାଉଁ ଥାଉଁ ଯେ କୌଣସି ଆନ୍ଦୋଳନ କଲେ ମଧ୍ୟ ନିରସ୍ତ୍ର ଜନତା ସଫଳତା ଲାଭ କରିପାରିବେ ନାହିଁ। ଏହି ଓଡ଼ିଶାରେ ସାଲରେ ଯେତେ ଆନ୍ଦୋଳନ ହେଲା, ସେଥିରେ ଶାସନ ପରିବର୍ତ୍ତିତ ହେଲା ନାହିଁ। ଶାସନ ପରିବର୍ତ୍ତିତ ହେଲା ନିର୍ବାଚନରେ। କୌଣସି ନିର୍ଦ୍ଦିଷ୍ଟ ଆପତ୍ତିର ପ୍ରତିକାର ପାଇଁ ଆନ୍ଦୋଳନ କରିବାକୁ ହେଲେ ପ୍ରଥମେ ସେ ଆପତ୍ତି ସପକ୍ଷରେ ଯୁକ୍ତି ଓ ସେ ଆପତ୍ତି ସଂପୃକ୍ତ ଲୋକଙ୍କ ସମୂହ ମତ ପ୍ରକାଶ ପାଇବା ଉଚିତ। ତା'ପରେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଅନିବାର୍ଯ୍ୟ। ଶେଷରେ ନିତାନ୍ତ ଗୁରୁତ୍ୱପୂର୍ଣ୍ଣ ଆପତ୍ତି ସମ୍ପର୍କରେ ଆନ୍ଦୋଳନ ହୋଇପାରେ। ମାତ୍ର କିଛି କୁଆଡ଼ୁ ନାହିଁ, ରାଜନୈତିକ ଦଳମାନଙ୍କର କୋଠରୀ ଭିତରେ ଯେପରି ଝୁଙ୍କ ଉଠିଲା ତଦନୁସାରେ ଆନ୍ଦୋଳନ, ଚଳାଇନେବା କେବଳ ନିର୍ବୋଧତା ନୁହେଁ, ଏହା ଦାୟିତ୍ୱଶୂନ୍ୟତା ମଧ୍ୟ। ଏକଥା ମନେ ରଖିବା ଉଚିତ ଯେ, ଆଜି ଆନ୍ଦୋଳନ କହିଲେ ଘରପୋଡ଼ିଠାରୁ ଆରମ୍ଭ କରି ହତ୍ୟା ପର୍ଯ୍ୟନ୍ତ ସବୁ ବୁଝାଏ। ଏଣୁ କୌଣସି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବରେ ପରିଚାଳିତ ହେବା ଅତି କଷ୍ଟସାଧ୍ୟ। ଏହିସବୁ ଦୃଷ୍ଟିରୁ ଓଡ଼ିଶାରେ ଇତିମଧ୍ୟରେ ଯେ କେତୋଟି ''ଆନ୍ଦୋଳନ'' ହେଲାଣି ତା'ର ସମୀକ୍ଷା କଲେ ଦୁଃଖର ସହିତ ଏହି ସିଦ୍ଧାନ୍ତରେ ପହଞ୍ଚିବାକୁ ହେଉଛି ଯେ ଏସବୁ ଉଦ୍ଦେଶ୍ୟ ବିହୀନ ଚେଷ୍ଟା। ପ୍ରଥମ ଆନ୍ଦୋଳନ କଟକରେ ପଣ୍ୟକର ବିରୋଧରେ। ପଣ୍ୟକରରେ ଯେତିକି ସାମାନ୍ୟ ସଂଶୋଧନ ହେଲା ତାହା ବିନା ଆନ୍ଦୋଳନରେ ଆଲୋଚନା କରି ହୋଇପାରି ଥାନ୍ତା। ପୂର୍ବରୁ କୌଣସି ଆଲୋଚନା ନ ହୋଇଥିବାରୁ କାରଣ ମଧ୍ୟ ବୁଝାପଡ଼ୁନାହିଁ। ପୁଣି ପି. ଏସ. ପି. କାଳେ ଆଗକୁ ଚାଲିଯିବ ଏହା ଭାବି କମ୍ୟୁନିଷ୍ଟ ଦଳ ପଣ୍ୟକର ବିରୋଧରେ ଆନ୍ଦୋଳନ ଆରମ୍ଭ କଲେ। ଉଦ୍ଦେଶ୍ୟ ବିହୀନ ଥିବାରୁ ଏହା ମଧ୍ୟ ବନ୍ଦ ହେଲା। ତା'ପରେ କଂଗ୍ରେସ ଅଫିସରୁ ଉଠିଲା ବସ୍ଭଡ଼ା ବିରୋଧରେ ଆନ୍ଦୋଳନ। ବସ୍ଭଡ଼ା ବୃଦ୍ଧି ବର୍ତ୍ତମାନ କମ୍ୟୁନିଷ୍ଟ,